ତାକୁ ଟେବୁଲ ଉପରେ ଖୋଳିଦେଇ କେତେକ ଅଂଶ ଟିପରେ ଦେଖାଇଦେଲା। କହିଲା, ''ଦେଖ, ଏଇଠାରେ ହିଁ ତାର ଘର। ତା କାରଖାନା ଆଡ଼କୁ ଯାଇଥିବା ରାସ୍ତାର ଶେଷମୁଣ୍ଡରେ ଏହି ଗୋଟିଏ ମାତ୍ର ଘର ଅଛି। ପାଖଆଖରେ ଆଖି ପାଇବା ପର୍ଯ୍ୟନ୍ତ ଆଉ କୌଣସି ଘର ନାହିଁ। ଲୋକଟା ସବୁ ସମୟରେ ବନ୍ଧୁକ ପିସ୍ତଲ ହାତରେ ଧରି ରହିଥାଏ। ଠକ୍ କରି ଶବ୍ଦ ଆସିଲେ ବିନାବିଚାରରେ ଗୁଳି ଚଳାଏ। ତେଣୁ ଦିନବେଳା ସେଠାକୁ ଯିବା ନିରାପଦ ନୁହେଁ। ସେଥିପାଇଁ ମୋର ପରାମର୍ଶ, ରାତି ଅଧ ସମୟରେ, ପିଲା କବିଲାଙ୍କୁ ଧରି ସେ ଯେତେବେଳେ ନିଘଢ଼ ନିଦରେ ଶୋଇ ଘୁଙ୍ଗୁଡ଼ି ମାରୁଥିବ, ସେହି ସମୟରେ ହାତବୋମା ସହ ବସ୍ତାଏ ବାରୁଦ ଓ ଗୋଟିଏ ଡିଆସିଲି କାଠି। ବେଶ୍, ମୁହୂର୍ତ୍ତକ ମଧ୍ୟରେ ସବୁ ସଫା। ସ୍ତ୍ରୀ ଓ ପିଲାଭଳି ସହ ସବୁ ଦିନ ପାଇଁ ସେ ନିଦରେ ଶୋଇ ସୁଖସ୍ୱପ୍ନ ଦେଖୁଥିବ। '' ''ଲୋକଟାର ଅପରାଧ? '' -ମ୍ୟାକ୍ମାର୍ଡ଼ୋ ପ୍ରଶ୍ନ କଲା। ''ତୁମକୁ ଆଗରୁ କହିଲି ନାହିଁ-ତା ଲାଗି ଆମର ବହୁତ କ୍ଷତି ହେଲାଣି; ପୁଣି ତାରି ଗୁଳିରେ ହିଁ ଜିମ୍ କର୍ଣ୍ଣର ପ୍ରାଣ ଦେଇଅଛି। ସେଥିପାଇଁ କର୍ଣ୍ଣରର ବିଧବା ସ୍ତ୍ରୀ ପାଖକୁ ମାସକୁ ମାସ ଆମଙ୍କୁ ଜୋରିମାନା ସ୍ୱରୂପ ପଠାଇବାକୁ ପଡ଼ୁଅଛି। '' ''ଜିମ୍ କର୍ଣ୍ଣରକୁ ସେ କାହିଁକି ଗୁଳି କଲା? '' ''ଛିଃ, ତୁମକୁ ଆଉ ପାରିହେବ ନାହିଁ। ରାତିରେ କର୍ଣ୍ଣର ତାକୁ ଜବତ୍ କରିବା ଲାଗି ତା ଘରପାଖକୁ ଯାଇଥିଲା। ସବୁ କାମ ପ୍ରାୟ ହାସଲ ହୋଇଆସିଥିଲା। ମାତ୍ର ହଠାତ୍ ସେ ବଦ୍ମାସ କର୍ଣ୍ଣରକୁ ଦେଖି ପକାଇଲା ଏବଂ ସାଙ୍ଗେସାଙ୍ଗେ ବନ୍ଧୁକ ଚଳାଇଲା। ସେହି ପ୍ରଥମ ଗୁଳି ହିଁ କର୍ଣ୍ଣର ଛାତିରେ ଗଳିଗଲା। ସେସବୁ ବିଷୟରେ ଏତେ ଜାଣି ଲାଭ କଅଣ? ଆମର ଯେ ଶତ୍ରୁ, ତାକୁ ଜଗତରୁ ବିଦାୟ ଦେବାକୁ ହିଁ ହେବ। '' ''ଲୋକଟାର ପିଲାପିଲି ଅଛନ୍ତି ବୋଲି ପରା କହୁଛନ୍ତି? ସେମାନଙ୍କୁ ବି '' ''ଆରେ ହଁ, ହଁ। ତା ନ ହେଲେ ଚେଷ୍ଟରକୁ ପାଇବ କିପରି? ପୁଣି ଯେ ଶତ୍ରୁ, ତାର ମୂଳ ରଖିବା ବି ଉଚିତ ନୁହେଁ। '' ''ହଁ, ଏଥରକ ବୁଝିଲି। '' ମ୍ୟାକ୍ଜିଣ୍ଟି ମ୍ୟାକ୍ମାର୍ଡ଼ୋର ପିଠି ଥାପୁଡ଼େଇ ହସିହସି କହିଲା, ''ସାବାସ୍ ଭାୟା; କିନ୍ତୁ ବିଳମ୍ବ କଲେ ଚଳିବ ନାହିଁ। '' ''ମୋତେ ଗୋଟିଏ ମାତ୍ର ଦିନ ସମୟ ଦିଅନ୍ତୁ। '' ସେଦିନ ରାତିରେ ନିଜେ ମ୍ୟାକ୍ମାର୍ଡ଼ୋ ଯାଇ ଚେଷ୍ଟର ଉଇଲକକ୍ ଘର ଦେଖି ଆସିଲା-। ସହରଠାରୁ ପ୍ରାୟ ପାଞ୍ଚମାଇଲ ଦୂରରେ ଗୋଟାଏ ଉଚ୍ଚ ମୁଣ୍ଡିଆ ଉପରେ ଛୋଟ ସୁନ୍ଦର ଘରଟିଏ-। ପର ଦିନ ସକାଳେ ସର୍ଦ୍ଦାର ବରାଦ ମୁତାବକ ଦୁଇ ଜଣ ସାହାଯ୍ୟକାରୀ ମ୍ୟାକ୍ମାର୍ଡ଼ୋ ସହିତ ଗୋପନରେ ସାକ୍ଷାତ କଲେ। କେଉଁ ସମୟରେ କିପରି ଭାବରେ କାମ ହାସଲ ହେବ, ତାର ସବୁ ପ୍ରକାର ଯୋଜନା ହୋଇଗଲା। ରାତିରେ ଗଭୀର ଅନ୍ଧକାର ମଧ୍ୟରେ ସେ ତିନି ଜଣ ଗଡ଼ ଜିଣିବାକୁ ବାହାରିପଡ଼ିଲେ। ମ୍ୟାକ୍ମାର୍ଡ଼ୋ ନିଜ ହାତରେ ବୋମା, ବାରୁଦମୁଣା ଧରିଥାଏ। ପକେଟରେ ଡିଆସିଲି। ଯେତେବେଳେ ସେମାନେ। ଯାଇ ଚେଷ୍ଟର ଘର ପାଖରେ ପହଞ୍ଚିଲେ, ସେତେବେଳେ ହୁଏ ତ ସେ ଘରର ଲୋକେ ଶୋଇପଡ଼ି ନ ଥିଲେ। ତେଣୁ ଅଳ୍ପ ଦୂରରେ ଗୋଟାଏ ନିଛାଟିଆ ବଣୁଆ ସ୍ଥାନରେ ସେମାନେ ଲୁଚି ବସିରହିଲେ। କ୍ରମେ ରାତି ଗଭୀରତର ହେଲା। ଚେଷ୍ଟରଙ୍କ ଘର ଭିତରୁ କୌଣସି ଗହଳ ଚହଳ ବା ପାଟିତୁଣ୍ଡ